ଏବେ କ'ଣ ବହୁତ କଳି ଲାଗିଛି? -କଳି? କାହା ସାଙ୍ଗରେ? ମୁଁ ପ୍ରତିଜ୍ଞା କରୁଛି ଯେ ଏହି ଧନ ଓ ଧନୀଙ୍କ ବିରୁଦ୍ଧରେ ଲଢ଼ି ଜୀବନ ଦେବି। ପାଚିରୀରେ ସ୍ଳୋଗାନ ଲେଖା ହୋଇଛି। ଗାଁ ଓ ସହରେ ଉଠାଅ ତୋଫାନ। ଜାଗରେ ଗରିବ, ଉଠରେ କିସାନ। ରମାକାନ୍ତ ନିରେଖି ନିରେଖି ପଢ଼ିଲା। ହଁ, ବନ୍ଧୁ ଜୀବନ ଦବ। ବଦଳରେ କ'ଣ ପାଇବ-? ଗୋଟାଏ ଗରିବ ଘରର ଝିଅ ଆଜି ମଟର ଚଳାଉଛି। ଆଉ ଗୋଟାଏ ଗରିବ ଘରର ପୁଅ ଆଜି ମାଷ୍ଟର ସାହେବ ନଟରାଜ ହୋଇଛି, ତମେ କ'ଣ ହେବ? ହସି ଭଜକୃଷ୍ଣ କହିଲା-ଆମ ଗରିବଙ୍କୁ ବିଗାଡ଼ି ନଷ୍ଟ କରିବାକୁ ଏଇ ଧନୀମାନେ ଅହରହ ଚେଷ୍ଟା କରୁଛନ୍ତି। -ମୁଁ ତ ସେଠି ବହୁତ ଗପିଲି। କାହିଁ ସେମାନଙ୍କର କିଛି ଦୋଷ ଦେଖି ପାରିଲି ନାହିଁ। ସେମାନେ ଭାରି ସ୍ନେହୀ। -ହଁ। ସ୍ନେହୀ ସତ। ମଟର କିଣିବାକୁ ଇଜ୍ଜତ ଦେବେ। ମଟରକୁ ପୋଷିବାକୁ ଜାନ୍ ଦେବେ। ମଟର ତାଙ୍କର ଦେବତା। -ଏକା ବୋଲି-ଗାଡ଼ି, ବାଡ଼ି। କଲିକତାରୁ ଆସୁଛି। ଗାଡ଼ି ରଖିବାକୁ ଗାରେଜ ଦରକାର। ଗାରେଜ କାଢ଼ିବାକୁ କୋଠା ଦରକାର। କୋଠାରୁ ବାହାରିଲା ବେଳେ ମଟର ଦରକାର। ସବୁ ସତ କିନ୍ତୁ ସେମାନେ ଭଲ ଲୋକ। -ହଁ, ଭଲ ଯେ। ତାଙ୍କରି ପରି ତମେ ସବୁ ପ୍ରକାରର ଦୋଷଗୁଣର ଅଧିକାରୀ ହେଲେ ସେମାନେ ତୁମକୁ ତାଙ୍କରି ସମାଜରେ ରଖିବେ। ନଇଲେ ତମେ ବାସନ୍ଦ ହେଇଯିବ। -ତାଙ୍କର ଦୋଷଗୁଣ କ'ଣ? -ରମାକାନ୍ତ କିଛି ଦେଖି ପାରିଲା ନାହିଁ। -ରମାକାନ୍ତ, ତାଙ୍କୁ ବୁଝିଛ? ସେମାନଙ୍କର ଓଠରେ ମହୁ ଭିତରେ ବିଷ। ତାଙ୍କର ହସ ତଳେ ଥାଏ ଘୃଣା ଓ ବିଦ୍ରୂପ। -କ୍ଷତି କ'ଣ? ଡାକ୍ତରର କୋଠା ମଟର ଅଛି। ସେ ତ ରୋଗ ଭଲ କରୁଛି। ଜଜ ସାହେବଙ୍କର କୋଠା ମଟର ଅଛି। ସେ ତ ନ୍ୟାୟ ବାଣ୍ଟୁଛନ୍ତି। ପୁଲିସ ଓ ଅବକାରୀ ସାହେବଙ୍କର କୋଠା ମଟର ଅଛି ସେମାନେ ଡକେଇତି ଆଉ ଅବକାରୀ ଚାଲାଣ ଧରି ପଗଡ଼ୁଛନ୍ତି। ସବୁ ବଡ଼ ବଡ଼ିଆଙ୍କର ଧନ ଅଛି। -କେମିତି ଧନ ଆଣନ୍ତି ଜାଣ? -ପରିଶ୍ରମରୁ। ଆୟବ୍ୟୟର ସଂଯମରୁ। -ନା, ଚରିତ୍ରକୁ ବିକିଭାଙ୍ଗି ବଦଳରେ ଧନ ନିଅନ୍ତି। ତାଙ୍କର ବିବେକ ନାହିଁ। ପରର ଦୁଃଖ ତାଙ୍କର ଆମୋଦ-ଦୁଃଖୀର ଦୁଃଖ ତାଙ୍କର ସମ୍ପଦ ଅର୍ଜନର କାରଣ। ସେମାନେ ଭେଜାଲ କରନ୍ତି। -କେମିତି? -ଜଜ୍ ନ୍ୟାୟ ଦେଲାବେଳେ ଥୋଡ଼ାଏ ଭେଜାଲ ନ୍ୟାୟକୁ ଠେଲି ଦିଏ। ଦୋକାନୀ ଜିନିଷ ଦେଲାବେଳେ ପୋଷେ ଭେଜାଲ ମିଶାଇ ଦିଏ। ଡାକ୍ତର ଚିକିତ୍ସା କଲାବେଳେ ସେମିତି ମେଞ୍ଚାଏ ଭେଜାଲ ଠେଲି ଲମ୍ବାଇ ଦିଅନ୍ତି। ନିଜର ପେଟକୁ ପେଟୁଆ କଲାବେଳେ ଅନେକ ଲୋକଙ୍କର ପୈତୃକ ପ୍ରାଣକୁ ଠେଲି ଦିଅନ୍ତି ସେହି ପେଟର ଭଲ ପାଇଁ। -ଭଜକୃଷ୍ଣ ଆଜି ବିପ୍ଳବୀ। -କେବେ ସେ ବିପ୍ଳବୀ ନ ଥିଲା? ଅଭାବ ଦୁଃଖ ତାକୁ ବିପ୍ଳବୀ କରି ଗଢ଼ିଛି। -ଭାରି ମଉଜରେ ଦିନ କାଟୁଥିଲା ବୋଲି ମାନମୟୀ କହୁଥିଲା। ଖାନାପିନା ଚାଲିଥିଲା-। -ଅବିଶ୍ୱାସୀ ସେ। ତା'କୁ ସାବଧାନ। ଧନୀର ପିଲା ଧନୀ ହେଲେ କିଛି ରକ୍ଷା ଅଛି। ଗରିବ ପିଲା ଧନୀ ହେଇଗଲେ ଦୁନିଆ ଶେଷ। -ମାନମୟୀ କହୁଥିଲା ପରା-ରମାକାନ୍ତ ବାବୁ, ତୁମକୁ ମାନିନୀ ରାଣ, ଅଳକାର ରାଣ ରହିଲା-ଭଜକୃଷ୍ଣ ବାବୁଙ୍କୁ ଡାକି ଆଣିବ। -ଏଡ଼େ ସାହସ? -କହିଲା ପରା। କହିଲେ ଦେଖିବ ଭଜକୃଷ୍ଣବାବୁ ନିଶ୍ଚୟ ଆସିବେ। ସେ ମାନିନୀକୁ ଭାରି ଭଲ ପାଆନ୍ତି। ରାଗ କରି ରୁଷି ଯାଇଛନ୍ତି। -କଥା କହି ଜାଣେ। ସେ ସିନା ତାହାର ବରକୁ ଠକିବ, କିନ୍ତୁ ଭଜକୃଷ୍ଣକୁ ଠକିବାକୁ ଚେଷ୍ଟା କରୁଛି କାହିଁକି? -ଠକାଠକି କଥା ନାହିଁ। ଅଳକା ଆଉ ମାନମୟୀଙ୍କର ତୁମ ପାଇଁ ଯାହା ପ୍ରଶଂସା। ମତେ ପରା ଖରାପ ଲାଗିଲା-ତମେ ଜଣେ ଦେବତା ତାଙ୍କର ମନ ଆଗରେ। -ଦେବତା? ହଠାତ୍ ଦିନେ ତାହାର ସ୍ୱାମୀ ଆଗରେ କହିଲା, ଏଇ ମାଷ୍ଟରଙ୍କର ପଢ଼ାଇବା ପାଠ ଶେଷ ହେଇଗଲାଣି। ଆଉ ଜଣେ ଉପରର ମାଷ୍ଟ୍ର ଦରକାର। -ଭୁଲ୍ କ'ଣ ହେଲା? -କୃତଘ୍ନ। ମନକୁ ନଷ୍ଟଭ୍ରଷ୍ଟ ଧ୍ୱଂସ କରି ଦେଇ ଚରିତ୍ରର ମୂଳଦୁଆ ତାଡ଼ି ଫୋପାଡ଼ି ଦେଇ କହୁଛି-ଚାଲିଯାଅ। ହଟେଇ ଦିଅ। -ତୁମେ କ'ଣ କହିଲ?